କେହି କେହି ମୁହେଁ ମୁହେଁ କହିବାକୁ ପଛାଇଲେ ନାହିଁ—ଏଇ ଲାଞ୍ଜଟା ନ ଥାଆନ୍ତା କି! ଏଥିରେ ମାନସର ମା' କାନ୍ଦି କାନ୍ଦି ଅଥୟ ହୋଇ ଯାଆନ୍ତି। ବାରଦ୍ୱାର ବୁଲି ଅବଶେଷରେ ଖଣ୍ତେ ଚାକିରୀ ମିଳିଗଲା। ଆଶ୍ୱସ୍ତି ମିଳିଲା। ପରମେଶ୍ୱର ପଥର ନୁହନ୍ତି–ଏ ଧାରଣା ଦୃଢ଼ୀଭୂତ ହେଲା। ଶତ ସିଂହର ବିକ୍ରମ ଧରି ସେ କାର୍ଯ୍ୟରେ ମନ ଦେଲେ। ତାଙ୍କ କାମ ଦେଖି ଗୃହକର୍ତ୍ତା ଗୋଟି ଗୋଟି କରି ସମସ୍ତ ଚାକର ଚାକରାଣୀଙ୍କୁ ବିଦାୟ କରି ଦେଲେ। ମାନସର ମା' ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେଲେ। କର୍ମକ୍ଳାନ୍ତ ଶରୀରଟିକୁ ବିଶ୍ରାମ ତ ଦୂରର କଥା, ଅବସର ଟିକିଏ ହେଲେ ମିଳିଲା ନାହିଁ। କାମର ତ ପ୍ରଶଂସା ନ ଥାଏ। ପ୍ରଥମେ ପ୍ରଥମେ ଗାଳି ଓ ତା'ପରେ ମାଡ଼ର ବ୍ୟବସ୍ଥା କରାଗଲା। ମାନସ ତ ପିଲା। ମନ ତାର ବିଦ୍ରୋହ କରେ। ଅଥଚ ବୟସ ତାକୁ ଦବାଇ ଦିଏ। ମାଆ ଲୁଚି ଲୁଚି କ୍ରନ୍ଦନରତା ହେବାର ଦୃଶ୍ୟ ଏବେ ବି ତା ଆଖି ଆଗରେ ନାଚିଉଠେ। କେବେ କେମିତି ଧରା ପଡ଼ିଗଲେ, ମା' କହନ୍ତି—ମୁଣ୍ତ ବଥାଉଚି, ଦାନ୍ତ ବିନ୍ଧୁଚି ଆଦି। ମା'ତାର କେବେ ମିଛ କହନ୍ତି ନାହିଁ, ଅଥଚ ତା ମନରେ ଦୁଃଖ ନ ଜନ୍ମାଇବା ପାଇଁ ସେ ଏପରି ଛଳନାରେ ଆଶ୍ରୟ ନେଉ ଥାଆନ୍ତି। ଆଜିର ସର ପୁଳି ଆଉ ସେ ଦିନର ସର ପୁଳି। ଦଶହରା ହୋଇଥାଏ। ବହୁତ ଭଲ ଭଲ ଜିନିଷ ମା' ପ୍ରସ୍ତୁତ କଲେ। ବାବୁଘର ସଭିଏଁ ଖାଇଲେ, ଅତିଥିଏ ଭୂରୀ ଭୋଜନ କଲେ, ଆଉ ସାଇ ପଡ଼ୋଶୀଙ୍କ ଘରେ ବଣ୍ଟାଗଲା। ମା'ତାର ରାତି ଅଧଯାଏ ରହିଲେ। ଆଶା, ଖାଇବାକୁ ଯାଚିବେ। ଯାଚିଲେ ପୁଅ ପାଇଁ ଘରକୁ ନେବେ। ମାତ୍ର ହେଲା ନାହିଁ। ଫେରିଲେ, ମାନସ ଶୋଇ ପଡ଼ିଥାଏ। ପେଟ ତାର ପିଠିକୁ ଲାଗି ଯାଉଥାଏ। ବଡ଼। ସନ୍ତର୍ପଣରେ ସେ ଉଠାଇଥିଲେ। ସିପା ମୁଢ଼ି ପୁଞ୍ଜିଏ ଖୁଆଇ, ପାଣି ମନ୍ଦାଏ ପିଆଇ ଦେଇ ଶୁଆଇ ଦେଲେ। ରାତି ପାହିଲା। ମାନସ ରୁଷିଲା। ମା' ଖିରୀ ପୁରୀ ବାବୁଘରେ ଖାଇଲେ, ଅଥଚ ତାକୁ ଦେଲେ ନାହିଁ। ପୁଣି ମିଥ୍ୟାର ଆଶ୍ରୟ। ମାନସକୁ ବଡ଼ ନିଦ ହୋଇ ଯାଇଥିଲା, ତାକୁ ଖିରୀ ପୁରୀ ଖୁଆଇ ଦିଆଗଲା। ଅଥଚ ସେ ନିଦ ବାଉଳାରେ କିଛି ଜାଣି ପାରିଲା ନାହିଁ। ମାନସ ବିଶ୍ୱାସ କଲା-। ମା' ରକ୍ଷା ପାଇଗଲେ। କୁମାର ପୂର୍ଣ୍ଣିମା। ମା ଜ୍ୱରରେ ପଡ଼ିଥାଆନ୍ତି। ଦେହରେ ଖଇଫୁଟା ତାତି ଥାଏ। ବାବୁ ଘରୁ ଡାକରା ଆସିଲା। ମା ଟଳି ଟଳି ଗଲେ। ଭତ୍ସନା ଶୁଣିବାକୁ ପଡ଼ିଲା। ମରି ପଡ଼ି କାମ କଲେ-। ମାନସ ଯାଇ ସାହାର୍ଯ୍ୟ କଲା, ଶୁଣିବାକୁ ପଡ଼ିଲା—ଏଇଟାକୁ କଅଣ ଆଣିଚୁ ଚୋରାଇ ଲୁଚାଇ ଖୁଆଇବୁ? ମା' ଜଳି ଉଠିଲେ। ଚଡ଼ଚାଡ଼ କରି ଚାପୁଡ଼ା ମାରିଥିଲେ ମାନସକୁ। ମାନସ ଲେଉଟି ଯାଇଥିଲେ ଛୋଟ ଘରକୁ। ମା' ଫେରିଲେ। ମାନସକୁ କୋଡ଼ରେ ଧରି କଇଁ କଇଁ ହୋଇ କେତେ କାନ୍ଦିଲେ। ଶୋଇ ପଡ଼ିଥିଲା ମାନସ। ଆଉ ତା ଆଖିରୁ ବହିଥିବା ଦୁଇଧାର ଲୁହ ଗାଲରେ ଶୁଖି ଚିହ୍ନ ରଖିଥିଲା। ରାଗରେ ଫେରି ଆସିଥିଲେ ଜନନୀ। ଉଭୟେ ନ ଖାଇ ନ ପିଇ ଶୋଇ ପଡ଼ିଥିଲେ। ବାବୁଘରର ଡାକ୍ତର ପୁଅ ବିଲାତରୁ ଫେରିଲେ। ମାନସର ମା'ଙ୍କର ଦୁଃଖ ଲାଘବ ହେଲା। ତାଙ୍କରି ସହାନୁଭୂତି ମିଳିଲା। ମୁଠାଏ ଖାଇବା ଓ ଖଣ୍ତିଏ ପିନ୍ଧିବା ସାଙ୍ଗକୁ ନିର୍ଦ୍ଦିଷ୍ଟ ଦରମା ମିଳିଲା। ମା ମାନସକୁ ପଢ଼ାଇଲେ। ମାନସ ମନଯୋଗ ଦେଇ ପାଠ ପଢ଼ିଲା। ସବୁ ସ୍ତରରେ ବୃତ୍ତି ପାଇଲା। ପୁନଶ୍ଚ ଡାକ୍ତରବାବୁଙ୍କର ଦୃଷ୍ଟି ଆକର୍ଷଣ କଲା। ସେ ମାନସର ପାଠ ପଢ଼ାଇବାର ଦାୟିତ୍ୱ ବହନ କଲେ। ମାନସ ବିଶ୍ୱବିଦ୍ୟାଳୟ ସ୍ତରରେ କୃତିତ୍ୱର ସହିତ ଉର୍ତ୍ତୀଣ୍ଣ ହେଲା। ମା'ଙ୍କର ଆନନ୍ଦ କହିଲେ ନ ସରେ। ମାନସର ମା' ବଡ଼ ଚିଡ଼ି ଚିଡ଼ି ପ୍ରକୃତିର ହୋଇ ଉଠିଲେ। ଦେହ ଭଲ ରହିଲା ନାହିଁ। କାମ କରିବାକୁ ଶକ୍ତି ନ ଥାଏ। ତଥାପି ସେଥିରେ ସେ କାମ କରି ଲାଗିଲେ। ମାନସ ନିଜେ କାମରେ ସହାୟତା କରେ। ମା'ଙ୍କ ହାତରୁ କାମ ଛଡ଼ାଇ ନିଏ, ନିଜେ କରି ବସେ। ଏଥିର ଆନନ୍ଦ ହେବେ କ'ଣ ମା' ଗର୍ଜି ଉଠନ୍ତି। ପୁଅକୁ ଭତ୍ସନା କରନ୍ତି।